ଚାକୀମା ଚାଲିଚି ପୂର୍ବନିଦ୍ଧାରିତ ସମୟ ଅନୁଯାୟୀ। ତ୍ରିପୁରାରୁ ଢାକା, ଢାକାରୁ ମୁର୍ସିଦାବାଦ୍, ଶେଷରେ ବର୍ଦ୍ଧମାନ। ବ୍ୟାଗ ଭିତରେ କେତୋଟି ବ୍ୟାଙ୍କ ରସିଦ। ଇନ୍ସୁରାନ୍ସର ଗୋଟିଏ ପଲିସି। ଏହି ବର୍ଦ୍ଧମାନଠାରେ ତାର ପ୍ରଥମ ପରିଚୟ ହୁଏ ପୁଷ୍ପା ସହିତ। ଠିକ୍ ବର୍ଷକ ତଳେ ପୁଷ୍ପାବୟସର ପାଳିତା କନ୍ୟାକୁ ହରାଇଥିଲା ସେ ଦଙ୍ଗାହାଙ୍ଗମା ଭିତରେ। ପାଳିତା କନ୍ୟାର ସ୍ମୃତିକୁ ଜୀବନ୍ତ ରଖିବା ଲାଗି ସେ ଟାଣିଆଣିଲା ପୁଷ୍ପାକୁ ନିଜ କୋଳକୁ। ମଥାରେ ସିନ୍ଦୁର ତାର। ଷୋଳ ସତର ବର୍ଷର ଝିଅ। ସାମ୍ପ୍ରଦାୟିକ ତୋଫାନ ଭିତରେ ସେ ବି ବିପର୍ଯ୍ୟାସ୍ତା, ନିଃସହାୟା, ଦାଣ୍ଡର ଭିକାରୁଣୀ। ଏକାକିନୀ ଥିଲା ସେ। ବର୍ତ୍ତମାନ ଦୁଇ। ଦୁଇ ପାଦ ସହିତ ଆଉ ଦୁଇ ପାଦର ମିଳନ। ବର୍ଦ୍ଧମାନରୁ କଲିକତା, କଲିକତାକୁ ପୁରୀ। ଜୁନ ତାରିଖଠାରୁ ଏପ୍ରିଲ ତାରିଖ ପର୍ଯ୍ୟନ୍ତ ଦୀର୍ଘ ଦଶମାସ ପରେ ଚାକୀମା ପହଞ୍ଚିଲା ପୁରୀରେ। ପାଖରେ ଥିଲା ପୁଷ୍ପା, ପାଳିତା କନ୍ୟା, ମୁଁ ହେଲି ପାଳିତ ପୁତ୍ର। କିଛିଦିନ ପରେ ବସାଘରର ପରିବର୍ତ୍ତନ ହେଲା। ସମସ୍ତେ ଆସି ରହିଲୁ ଲାବଣ୍ୟକୁଟୀରରେ। ବର୍ତ୍ତମାନ ପୁରୀର କମଳା ମାତୃମଙ୍ଗଳ କେନ୍ଦ୍ର ଯେଉଁଠି, ଠିକ୍ ତାର ପଡ଼ିଶା। ଭାଇ ଭଉଣୀ ଦୁହେଁ ଯାଉ କଲେଜକୁ। ସକାଳ ପାହିବାମାତ୍ରେ ତକିଆ ଉଠଉ ଉଠଉ ଦେଖୁ ପାଞ୍ଚଟଙ୍କିଆ ନୋଟ। ପୁଷ୍ପା ପାଇଁ ପାଞ୍ଚ, ମୋ ପାଇଁ ପାଞ୍ଚ। ଚାକୀମା କହେ, ତୁଇ ମୋର ସୁନାର ଗୌରାଙ୍ଗ। କି ସ୍ନେହ, କି ଆଦର! ଆମେ ତିନିହେଁ ଯେତେବେଳେ ଖାଇବାକୁ ବସୁ ମୁଁ ଭୁଲିଯାଏ ମୋର ସମସ୍ତ ପରିବାରର କଥା। ମନେ ମନେ ଭାବେ; ଏଇ ତ ମୋର ଘର, ଏଇ ମୋର ମା, ଇଏ ମୋର ଭଉଣୀ। ପୁଷ୍ପା ଯେତେବେଳେ ଅଝଟ ଲଗେଇ ରୁଷେ, ମୁଁ ସେତେବେଳେ ହସେ। କିନ୍ତୁ ମୁଁ ଯେତେବେଳେ ମୁହଁକୁ ଶୁଖେଇ ବସେ, ସେ କାହିଁକି କେଜାଣି କାନ୍ଦେ। ମୁଁ କାନ୍ଦିଲେ ସେ ଭୋକରେ ରହେ, ମା'କୁ ଗାଳିଦିଏ। ମୁଁ ସିନେମା ନ ଗଲେ ସେ ଯାଏନା। ମୁଁ ନ ଶୁଣିଲେ ସେ ଗୀତ ଗାଏନା। ସେ ବେଶୀ ବାନ୍ଧେ, ଲୁଗା ପିନ୍ଧେ, କିମିତି ହୋଇଛି ବୋଲି ପଚାରେ। ଭଲ ହୋଇଛି ବୋଲି ନ କହିଲେ ସେ ଖୁସି ହୁଏନା। ସମୁଦ୍ରକୂଳ ବାଲିରେ ମୁଁ ନାଁ ଲେଖେ, ଟାଇଟଲ୍ ଦିଏ ମିଶ୍ର ବୋଲି। ସେ ଲିଭେଇଦିଏ, ଲେଖେ ଚାକୀ। ମୁଁ ପ୍ରତିବାଦ କରିପାରେନା, ସବୁ ସ୍ୱୀକାର କରିଯାଏ, ସବୁ ମାନିଯାଏ। ମନେ ଅଛି, ତାର ସେଇ ନିତିଦିନିଆ ଗୀତ ରବି ଠାକୁରଙ୍କର- ''କ୍ଷମା କର ପ୍ରଭୁ! ପିଛନପାନେ ତାକାଏ ଯବେ କଭୁ। ଏଇ ତ ହୃଦୟ କାମ୍ପେ ଏମନ୍ ତରୋ କ୍ଷମା କରୋ, କ୍ଷମା କରୋ। '' ଏକାନ୍ତ ବସିବାର ସୁଯୋଗ ପାଇଛି ତିନି ବର୍ଷରେ ହୁଏତ ତିନି ଚାରିଥର। ଯେତେବେଳେ ଏକାକୀ ବସିଛି, ଭାବିଛି ତାରି କଥା। ଖୋଜିଚି ତାର ସାନ୍ନିଧ୍ୟ। ଅନେକ ଥର ସେ ମତେ କ'ଣ କହିବାକୁ ଚାହେଁ, ଅଟକିଯାଏ। କହ କହ ବୋଲି କହିଲେ ମଧ୍ୟ କହେ ନାହିଁ, ଗୋପନ ରଖେ ସବୁ କଥା। ତା ଆଖିରୁ, ଅଙ୍ଗଭଙ୍ଗୀରୁ ମୁଁ ଠଉରେଇନିଏ, ସେ ମୋଠୁ କ'ଣ କିଛି ଆଶା କରୁଛି। ହୁଏତ ଭାଷା ପାଉନି କହିବାକୁ। ଥରେ ଥରେ ଅତି ଜିଦ୍ ଧରି ବସିଲେ କହେ-''ହଁ କହିବି, ଜୀବନରେ ଗୋଟାଏ ସୂର୍ଯ୍ୟର ଉଦୟ ହୋଇଥିଲା, ତାର ଯିମିତି ଅସ୍ତ ନାହିଁ, ମୁଁ କେବଳ ତାକୁ ଚାହିଁରହିଛି। ମୁଁ ଖୁସି ହୁଅନ୍ତି ସେ ଅସ୍ତରାଗର ପରାଗରେ, ସନ୍ଧ୍ୟାରାଗର ନବ ସୌରଭରେ। '' ଅଦ୍ଭୁତ ଗୁଡ଼ାଏ କଥା। ଏ କଥାର କିଛି କ'ଣ ମାନେ ଥାଏ? ବାୟାଣୀଟାଏ ବୋଲି ମୁଁ ତାର ବେଣୀ ଦିଇଟା ଧରି ପିଟି ପକାଏ। ହସି ହସି ପଳାଏ ସେ ଘରର ନିଭୃତ କୋଣକୁ। ଚାକୀମା ଉପଭୋଗ କରେ ଆମ ସାହଚର୍ଯ୍ୟକୁ। ଆମେ ଯେତିକି ଘନିଷ୍ଠ ହୋଇଆସୁ, ସେ ସେତିକି ଖୁସି ହୁଏ। ଆନନ୍ଦର କଲ୍ଲୋଳ ଖେଳିଯାଏ ତା ମନରେ। ଦୁଇଟଇ ପକ୍ଷୀ ପକ୍ଷିଣୀ। ଜଣେ ଅବିବାହିତ, ଅବାଞ୍ଚିତ। ଆଉ ଜଣେ ବିବାହିତା, କିନ୍ତୁ କୁମାରୀ କନ୍ୟା। ଚେକ୍ କଟା ଚାଲେ। ଶୁକ୍ଳାମ୍ବରୀ ମା। ମା'ର ପ୍ରତିଦିନର ଲକ୍ଷ୍ୟସ୍ଥଳ ଇମ୍ପିରିୟାଲ ବ୍ୟାଙ୍କ୍-। ମୁଁ ତ ବ୍ୟାଙ୍କ ଫ୍ୟାଙ୍କ୍ କିଛି ଜାଣୁ ନ ଥିଲି। ମନେ ହେଉଥିଲା ବ୍ୟାଙ୍କ୍ ଗୋଟାକଯାକର ଟଙ୍କା ଯେପରି ତାର।